ଆଉ କେଉଁଠି କିଛି ମିଳିବ ନାଇଁ। ସୁମି ଭୋକ ଭୋକ ହେଉଥିବ। ଛୁଆଟାର ପେଟ ଯାଇ ପିଠି ଭିତରେ ଲାଗିବଣି। ସେ ସାହସ ବାନ୍ଧିଲେ। ଯେତେ ଡେରି ହେଉନା କାହିଁକି ସେ ଦୋବଲ ଯିବେ। ସୁମି ପାଇଁ ଆଣିବେ ବଞ୍ଚିବାର ଔଷଧ। ହଠାତ୍ ଆକାଶର ମେଘ ଫାଟିଯାଇ ମେଞ୍ଚାଏ ଧଳା କିରଣ ଗଳି ପଡ଼ିଲା। ସୂର୍ଯ୍ୟ ଦେବତା–ନନ୍ଦେ ନମସ୍କାର କଲେ। ନନ୍ଦେ ଠିଆ ପହଁରା ଦେଇ ଘାଇ ମୁଖ ପାର ହେଲା ପରେ ନଈବନ୍ଧ ଧରିଲେ। ଗାଁ-ଯାକର ଅଧ ଲୋକ ସେଠି ଜମା ହୋଇଛନ୍ତି। ଯିବାକୁ ରାସ୍ତା ନାହିଁ। କାନ୍ଦଣାର ଗଗନ ଉଠା ଧ୍ୱନି, ଭୋକର ଚିତ୍କାରରେ ସ୍ଥାନଟି ମୁଖରିତ। ନନ୍ଦେ ଆଖି ବୁଜିଲେ। ହାତେ ଚଉଡ଼ାର ନଈବନ୍ଧ। ମିନିଟ ମିନିଟକୁ ଅତଡ଼ା ଖସୁଚି। ନିରାପଦ ନୁହେଁ! ତଥାପି ସୁମି ଲାଗି ଖାଇବା ପଦାର୍ଥ ଦର୍କାର। ସେ ଆଗେଇଲେ। ପାଗଳଙ୍କ ଭଳି ରାମାନନ୍ଦେ ଧାଇଁବାକୁ ଆରମ୍ଭ କରିଦେଲେ। ତାଙ୍କୁ ପାଗଳ ବୋଲି ଭାବିବାକୁ ଗାଁ ଲୋକଙ୍କର ଅବସର ନ ଥିଲା। ଭେଣ୍ଡା ଭେଣ୍ଡାମାନେ ଟଳି ପଡ଼ି ପଥର ପରି ବନ୍ଧ ଉପରେ ବସିଛନ୍ତି। ନଈ ଭିତରେ କେତେ ଚାଳ, କେତେ ହାଣ୍ଡି, କେତେ ମସିଣା ଭାସି ଯାଉଚି। ଉଦ୍ଧାର କରିବାର କ୍ଷମତା କାହାରି ହେଲେ ନାଇଁ। ସୁମି କହିଲା–ମା, ବାପା କେତେବେଳେ ଫେରିବେ। –ଏଇ ଆସୁଥିବେ ବୋଧହୁଏ। ସୁମି-ମା ଧୀର ଗଳାରେ ଉତ୍ତର ଦେଲେ। ନାଲୁମିଶ୍ରେ କହିଲେ–ହଁ ଦୋକାନରେ ସକାଳେ ସକାଳେ ଭାରି ଭିଡ଼ ହୁଏ। କେତେ ଲୋକ କେତେ ଦରବ କିଣିବା ଲାଗି ଆସନ୍ତି। ପୁଣି ଆମର ବାକୀ। ଟିକିଏ ଡେରି ହେବ। ଏଇ ଅଇଲା ଭଳି। ସୁମି ଚୁପ୍ ହେଲା। ଟୁନୀ କିଛି କହିଲା ନାଇଁ। ବୁଲୁ ଅପେକ୍ଷା କଲା। ପାଣି ଖରା ମୁଣ୍ଡ ଫଟେଇ ଦେଉଥାଏ। ଆକାଶକୁ ଚାହିଁ ହେଉ ନାହିଁ। ନାଲୁମିଶ୍ରଙ୍କ ପିଠି ଖରାରେ ତାତି ଗଲାଣି। ଟୁନୀ ପଚାରିଲା–ବାପା, ଆମେ ଆଉ କଣ ଗାଁକୁ ଫେରିବା ନାହିଁ। ହଁ ଲୋ ମା, ବଢ଼ି ଛାଡ଼ିଲେ ଯିବା। କାହିଁକି ଯିବାନି। ଘର ସିନା ନାହିଁ। ଢିଅ ତ ଅଛି। ଖନା ପ୍ରଧାନ ପାଖରେ ଗୁଣ୍ଠେ ଜମି ବନ୍ଧକ ଦେଇ ସେ ଘର ତିଆରି କରି ନେବା। ବଢ଼ି କେଡ଼େ ସୁନ୍ଦର ପଟୁ ପକେଇଥିବ। କିନ୍ତୁ ବର୍ତ୍ତମାନ ବଞ୍ଚିବାର ଉପାୟ? ରାମ ଫେରୁ। ନାଲୁମିଶ୍ରେ ଗାଁ ଭିତରକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ। କଳା ମୁଣ୍ଡଟାଏ ସେଇ ଆଡ଼କୁ ଆସିଲା ପରି ଜଣା ଯାଉଚି। ବୋଧହୁଏ ରାମ ପହଁରି ପହଁରି ଆସୁଚି। ସମସ୍ତେ ଆଗ୍ରହରେ ଚାହିଁଲେ। ସୁମି ଠିଆ ହୋଇପଡ଼ିଲା। ଟୁନୀ ବି। ବୁଲୁ ଠିଆ ହୋଇ ପାଣି କୂଳ ପର୍ଯ୍ୟନ୍ତ ଚାଲିଗଲା। ନାଲୁମିଶ୍ରେ ସମସ୍ତଙ୍କ ଓଠରେ ଏକ ଛୋଟିଆ ହସର ପ୍ରବହମାନ ରେଖାର ଆବିର୍ଭାବ ଅନୁଭବ କଲେ। ସୁମି-ମା କାନି ଝାଡ଼ି ଅଳସ ଭାଙ୍ଗିଲେ। ଦୀର୍ଘ ନିଶ୍ୱାସଟାଏ ବି କେଉଁ ପେଟ ଗହୀରରୁ ବାହାରି ଆସି ଆକାଶରେ ମିଳେଇ ଗଲା-। କଳା ପଦାର୍ଥଟି ପାଖେଇ ଆସିଲା। ଏଁ–ଏ ତ ଆଟିକାଟାଏ। ରାମ କାହିଁ? ନାଲୁମିଶ୍ରେ ଲଜ୍ଜିତ ହେଲେ। ଏତିକିବେଳେ ହରରଙ୍ଗିଆ ଉଡ଼ାଜାହାଜଟାଏ ଘଁ-ଘଁ କରି ଗୋଟାଏ ଚକର ମାରିଦେଲା-। ନଡ଼ିଆଗଛ ଉପରେ ଠିଆ ହୋଇ ହାତ ବଢ଼େଇଲେ ବାଜିଥାନ୍ତା। ସୁମି ଏତେ ନିକଟରେ ଉଡ଼ାଜାହାଜ କେବେ ହେଲେ ଦେଖି ନ ଥିଲା। ଗତ ବର୍ଷ ବଢ଼ି ବେଳେ ସରକାରୀ ଲୋକେ ଉଡ଼ାଜାହାଜରୁ ଲୋକଙ୍କ ଦୁର୍ଦ୍ଦଶା ଦେଖି ଯାଇଥିଲେ। ବହୁ ସ୍ଥାନରେ ରୁଟି ବସ୍ତାମାନ ଆକାଶରୁ ଖସେଇ ଥିଲେ। ସେ ବଢ଼ିରେ ନାଲୁମିଶ୍ରଙ୍କ ପିଣ୍ଡା ଉପରକୁ ବି ପାଣି ଉଠି ନ ଥିଲା। ଯାଜପୁର, ଝୁମ୍ପୁରି, ଦଶରଥପୁର ଆଦି ଅଞ୍ଚଳରୁ ସ୍କୁଲ କଲେଜ ପିଲାଏ; ବହୁ ଅଫିସର ସ୍ୱେଚ୍ଛାକସେବକ ସାଜି ଡଙ୍ଗାରେ, କେହି ବା ଲଞ୍ଚରେ ଆସି ରିଲିଫ୍ ବାଣ୍ଟିଥିଲେ। କିଏ ଦେଇଥିଲା ଚାଉଳ, କିଏ ଦୁଧ, କିଏ ରୁଟି–କିଏ ବା ଚୁଡ଼ା। ରିଲିଫ୍ ନେବା ଏକ ଅପମାନ ବୋଲି ନାଲୁମିଶ୍ରେ ନେଇ ନ ଥିଲେ। ଧନ ସମ୍ପତ୍ତି ତାଙ୍କର କଣ ନ ଥିଲା ଯେ? ଏ ବର୍ଷ ଉଡ଼ାଜାହାଜ ଆସିଲାଣି, ଚକର୍ ମାରିଲାଣି। ରୁଟି ପକେଇବ। ବସ୍ତାଏ ରୁଟି ମିଳିଗଲେ ଏଇ କେଇ ଘଣ୍ଟାର ଭୋକଟା ରହିଯାଆନ୍ତା। ଉଡ଼ାଜାହାଜ କେଉଁ ଦିଗ୍ବଳୟରେ ଲୁଚିଗଲା। ନାଲୁମିଶ୍ରେ ତଥାପି ସମସ୍ତଙ୍କୁ କହି ରଖିଲେ–ଉଡ଼ାଜାହାଜ ଉଡ଼ିଲାଣି ଏଥର ସର୍କାର ରୁଟି ପକେଇବେ।